–ତହିଁ ଆରଦିନ ମୁଁ କହିଥିଲି–ମାନମୟୀ, ମନେ ରଖିଥିବ ଯେ ଭଜକୃଷ୍ଣ ବିକ୍ଷିପ୍ତ ହେଲେ ତମର ସୁଖର ସଂସାର ଛାରଖାର ହୋଇଯିବ। ଦାଣ୍ଡର ଧୂଳି ତମଠାରୁ ଅଧିକ ଭାଗ୍ୟବାନ ମନେ ହେବେ। –ସେ କ'ଣ ଜବାବ ଦେଲା? –ନାକ ଆଗରେ ଯେମିତି ରାଗ, ଆଖି କଣରେ ସେମିତି ଲୁହ–କଲିଙ୍ଗ୍ ବେଲ୍ର ସୁଇଚ୍ପରି। କାନ୍ଦି ପକାଇ କହିଲା–ମତେ ଧ୍ୱଂସ କରିଦବ? ହଁ, ଧ୍ୱଂସ କରିପାରିବ। କ'ଣ ବା ତମେ ଜାଣନାହିଁ ମୋ ବିଷୟରେ? ଯିଏ ଯାହାକୁ ଭଲପାଏ। ସେହି କେବଳ ତାହାକୁ ଧ୍ୱଂସ କରିପାରେ। –ମୁଁ କହିଥିଲି, ଶୁଣ ମାନିନୀ। ତମକୁ ଛାଡ଼ିଲେ ଭଜକୃଷ୍ଣ ମରିଯିବ। ତମର ମମତାର ବନ୍ଧନ ଭାରି ଟାଣ। ମୁଁ ତୁମକୁ ଦେଖି ନିଜକୁ ଭୁଲିଲି। ଏବେ କହୁଛ ଛାଡ଼ିଯିବାକୁ। –ହେ, ବୁଡ଼୍ବକ ବାବୁ। ଶୁଣ–ଏଠି ଗୋଳମାଳିଆ ଦେଖା ଯାଉଛି। ନଈବଢ଼ି ଆସିବା ଆଗରୁ, ଝଡ଼ବତାସ ଆଗରୁ ସୂଚନା ଦେଖାଇଲା ପରି ଏଠି ତମର ଜୀବନ ନିରାପଦ ନୁହେଁ। –କାହିଁକି, ମାନିନୀ,–କାହିଁକି? –ଅମର ବାବୁଙ୍କର ସନ୍ଦେହ ଯେ, ଆମର ପାଠପଢ଼ା ବଙ୍କା ହେଇ ଅନ୍ୟ ରାସ୍ତାକୁ ମୁହାଁଇଲାଣି। –କାହିଁକି? କ'ଣ ପାଇଁ? –ମୋର? –ହଁ। ସେଦିନ ଯେଉଁ କାରଣରୁ ହେଇଥାଉ ମୁଁ ଯେତେବେଳେ କହିଲି ଯେ, ମନ ଭଲନାହିଁ ମୋର ମୁଣ୍ଡ ବିନ୍ଧୁଛି, ସେତେବେଳେ ସେଇ କଥାରେ ଉତ୍ସାହ ଦେଖାଇବା ପାଇଁ ତମର କାହିଁକି ଏତେ ଦରକାର ପଡ଼ିଲା? –ଭଜକୃଷ୍ଣ କ'ଣ କେହି ନୁହେଁ? –ସେ ଯିଏ କି ଯାହା ହୁଅନ୍ତୁ, ଏଇ ଘରଟା ବାବୁଙ୍କର। ବାବୁ ମୋର ମାଲିକ। ତମର ମଧ୍ୟ ମାଲିକ। –ଭାରି ଅଡ଼ୁଆ ଲାଗିଥିବ ତୁମକୁ? ରମାକାନ୍ତ ପଚାରିଲା। –ହଁ, ତ। ମୁଁ କହିଥିଲି ମାନିନୀକୁ–ଅନ୍ୟ ସମସ୍ତ ବିଷୟରେ ବାବୁ ଯେତେବଡ଼ ମାଲିକ ହେବାକୁ ଚାହାଁନ୍ତି ହୋଇପାରନ୍ତି, ମାନମୟୀ ଦେବୀଙ୍କ ବିଷୟରେ କଥା ଅଲଗା। –ସେହିଦିନୁ ରମାକାନ୍ତ, କଥାର ଖିଅ ଛିଣ୍ଡିଗଲା। ଯେତେ ଧନୀ ବା ମାନୀ ହୁଅନ୍ତା ନା କାହିଁକି, ଏଇ ମାନମୟୀପରି ଯେଉଁମାନେ ଦୁଃଖରେ ସଢ଼ି ସୁଖ ପାଇଛନ୍ତି–ସେମାନେ ସୁଖରୁ କାଣିଚାଏ ତ ଛାଡ଼ିବେ ନାହିଁ। ଓଲଟି ନିଜର ସୁଖର ସୁବିଧା ପାଇଁ ତମକୁ–ମତେ–ସମସ୍ତଙ୍କୁ ବଳି ଦେଇ ଦେବେ। –ବଡ଼ ଖରାପ ଲୋକଟା ମାନମୟୀ। ଅବଶ ବିହ୍ୱଳ କଣ୍ଠରେ ଭଜକୃଷ୍ଣ କହିଲା–ମୁଁ ସିନା ମାନମୟୀକୁ ନିନ୍ଦା କରୁଛି; କିନ୍ତୁ ମୋର ଜୀବନରେ କେହି କ'ଣ ମାନମୟୀଠାରୁ ବଡ଼ ହୋଇପାରିବ? –ବଡ଼ ହେଇପାରିବ ନାହିଁ, କାହିଁକି? –ସବା ପହିଲେ ସେ ଶୂନ୍ୟସ୍ଥାନ ପୂର୍ଣ୍ଣ କରିଛି। –ତେବେ ତୁମେ ବିପ୍ଳବୀ ହେଉଛ କାହିଁକି? –ସେହି ମାନମୟୀ ପାଇଁ। ଆଗେ ଲୋକ ଯୋଗୀ, ଭାଟ ଓ ବାବାଜୀ ହେଉଥିଲେ। ଏବେ ସେମିତି କୁଉଁ କୁଉଁ–ସୁଉଁ ସୁଉଁ ହବା ଦରକାର ନାହିଁ। ଆମେ ହେଉଛେ ବିପ୍ଳବୀ। –ଏମିତିକା ବିପ୍ଳବୀଙ୍କର ଗରମ ଆସେ କୁଆଡ଼ୁ? –କି ଗରମ? କୁଆଡ଼ୁ ଆସିବ? ସମସ୍ତେ କଥାରେ ବିପ୍ଳବୀ। ହାଇକୋର୍ଟ ଜଜ, ଜିଲା ଜଜ, ଜିଲା କଲେକ୍ଟର, ମନ୍ତ୍ରୀ, ସେକ୍ରେଟାରୀ ଆଉ ଅମଲାମାନେ ଏତେ ଦେଶପ୍ରୀତି ଆଉ ବିପ୍ଳବର ଝୁଲ ଉଡ଼ାଉଛନ୍ତି। ସୁନ୍ଦର ସୁଶୋଭନ ପୋଷାକ ପିନ୍ଧି କେତେ ଲେଖକ ଓ କବି ସେଇ ବିପ୍ଳବର ଗୀତକୁ ଚିତ୍ତବିନୋଦିଆ ସ୍ୱରରେ ତରୁଣୀ କଣ୍ଠରେ ଶୁଣାଉଛନ୍ତି। ବିପ୍ଳବ ଯାଉଛି କୁଆଡ଼େ? –ମିଛ ଓ ମିଛକଥାର ଭେକଧାରୀ ବିପ୍ଳବୀ ଦ୍ୱାରା କେବେ ହେଲେ ବିପ୍ଳବ ହେଇପାରିବ ନାହିଁ। ସାନପିଲା ରାହାଧରି କାନ୍ଦେ–ବଡ଼ ମଣିଷ ଗଳା ଫଟାଇ ଗର୍ଜେ–ନିଜର ଦାବୀକୁ ମଞ୍ଜୁର କରାଇବା ପାଇଁ। –ତାହାହେଲେ ତମେ ଯିବାକୁ କାହିଁକି ମନା କରୁଛ? –ମାନମୟୀ ଖବର ଦେଇଛି ଯିବାକୁ। –ହଁ, ଯିବି ନାହିଁ କାହିଁକି? ଗଲେ ଏତେ ଚଞ୍ଚଳ ଧାଇଁଯିବି କାହିଁକି? ନିଜର ଦାମ୍କୁ ହାଙ୍କିଦେଇ ବସିଗଲେ ସିନା ଗରାଖ ଖୋଜିବ। ହେଇରେ–ନିଅ–ନିଅ–ସରିଗଲା–ମୁଁ ମରିଯାଉଛି ବୋଲି ପାଟିକଲେ କ'ଣ ଲୋକ ଆସିବେ? –ମାନମୟୀ କ'ଣ ତମପରି ଲୋକଟିଏ ଏଇ ସଂସାରରେ ଦେଖିନାହିଁ। –ନା, କେବେ ସେ ଦେଖି ପାରିବ ନାହିଁ। ପବିତ୍ର ମନର ଏଇ ଦମ୍ଭ ସେ କ'ଣ ଆବୁରା ପଡ଼ୁଥିବା କୁତ୍ରିପିଆ ଲୋକଙ୍କଠାରୁ ପାଇବ? ତାହାର ଖାଉନ୍ଦ ଆଗ ତାହାର ମନ ନେଇ ପାରିଲାଣି ନା– –ତମେ କେମିତି ମନ ନେଇ ପାରିଲ? –ଦୃଢ଼ତାରେ–ଦମ୍ଭରେ–ଚରିତ୍ରର ବଳରେ।... –ଆଚ୍ଛା, ତମେ ତିନିଜଣ କେମିତି ଏକା ମଟରରେ ଦେଖାଗଲ ଆଜି? ଭଜକୃଷ୍ଣ ପଚାରିଲା। –ମୋର ପରା ଆଜି ଗୋଟାଏ ଯୁଗର ଚରିତ୍ର ନଷ୍ଟ ହେଇଗଲା।